ତାଙ୍କର ସେହି ଘୋଷଣାଟିରେ ମଧ୍ୟ ଆଦୌ କୌଣସି ଅସ୍ପଷଷ୍ରତା ନଥିଲା। ଭାରତରୁ ବିଦେଶୀ ଶାସନ ଅପସରି ଯାଉ ଓ ଭାରତବାସୀ ହିଁ ଭାରତବର୍ଷର ଭାଗ୍ୟ ନିର୍ଦ୍ଧାରଣ କରନ୍ତୁ ବୋଲି ସ୍ୱାଧୀନତା ସଂଗ୍ରାମ ସମୟରେ ଦେଶର ବହୁତ ଲୋକ ଇଚ୍ଛା କରୁଥୁଲେ ଏବଂ ତେଣୁ ଭାରତୀୟ ଜାତୀୟ କଂଗ୍ରେସ ନାମକ ସଂଗ୍ରାମ ଶିବିର ଭିତରେ ଏକାଠି ହୋଇଥିଲେ। ଭାରତବର୍ଷ ସ୍ଵାଧୀନତା ଲାଭ କରୁ ଏହି ବିଷୟରେ ସେମାନଙ୍କ ଭିତରେ ସମ୍ପୂର୍ଣ୍ଣ ସହମତି ରହିଥିଲା ସିନା ମାତ୍ର ସ୍ୱାଧୀନତା ପରେ ଦେଶ କେଉଁ ଛାଞ୍ଚରେ ବା ଆଦର୍ଶରେ ଗଢ଼ା ହେବ, ସେହି ଅନ୍ୟ ବିଷୟଟିରେ ବହୁ ମତଭେଦ ରହିଥିଲା। କେତେଭଳି ଲୋକ ନିଜ ନିଜର କେତେଭଳି ଚିତ୍ର ଆଙ୍କୁଥିଲେ। ଗାନ୍ଧିଜୀ କହିଲେ ଯେ, ସ୍ଵାଧୀନତା ପରେ ଏମାନେ ସମସ୍ତେ କଦାପି ଗୋଟିଏ ସଂଗଠନ ମଧ୍ୟରେ ଏକତ୍ର ରହିପାରିବେ ନାହିଁ। ଏଣିକି ଅନ୍ୟ ପ୍ରକାର ଦଳମାନ ଗଠିତ ହେବ। ଦଳଗୁଡ଼ିକର ଆଗରେ ଅଲଗା ଅଲଗା ଭବିଷ୍ୟଚିତ୍ର ଅବଶ୍ୟ ରହିବ। ତେଣୁ ଜାତୀୟ କଂଗ୍ରେସ ଆପଣାକୁ ଭାଙ୍ଗିଦେଉ ଏବଂ ନୂତନ ପରିପ୍ରେକ୍ଷୀରେ ଭିନ୍ନ ଭିନ୍ନ ସାମାଜିକ ଏବଂ ଆର୍ଥିକ ସମ୍ମୁଖଚିତ୍ର ଅନୁସାରେ ଅନ୍ୟପ୍ରକାରର ଦଳଗୁଡ଼ିକ ଜନ୍ମଲାଭ କରିବା ସକାଶେ ବାଟ ଛାଡ଼ି ଦିଆଯାଉ। ମହାତ୍ମା ଗାନ୍ଧୀ ଲୋକସଂଘ ନାମକ ଏକ ବିକଳ୍ପ ସଂଗଠନର ପ୍ରସ୍ତାବ ଦେଇଥିଲେ। ସିଧା ରାଜନୀତିକୁ ଯେଉଁମାନଙ୍କର ଆଗ୍ରହ ନଥିବ ସେହିମାନେ ହିଁ ଲୋକସେବକ ହେବେ, ଲୋକମାନଙ୍କ ମଧ୍ୟରେ କାର୍ଯ୍ୟ କରିବେ ଏବଂ ଏକ ଯଥାର୍ଥ ଗଣତନ୍ତ୍ର କାର୍ଯ୍ୟକାରୀ ହୋଇପାରିବା ନିମନ୍ତେ ଲୋକସାଧାରଣଙ୍କ ଭିତରେ ଯେଉଁ ସଚେତନତା ଏବଂ ଜାଗରୂକତା ରହିବା ଦରକାର, ସେମାନେ ଲୋକମାନଙ୍କୁ ସେଇଥି ପ୍ରତି ପ୍ରଶିକ୍ଷିତ କରି ଆଣିବେ। ବ୍ରିଟିଶ୍ ଶାସନରେ ପ୍ରଜା ମୂଳତଃ ଭୟାଳୁ ହୋଇ ରହିଥିଲେ, ଲୋକସେବକ ସେହି ଭୟ ଛଡ଼ାଇବାର କାର୍ଯ୍ୟଟିକୁ କରିବେ। ଏକ ସ୍ୱାଧୀନ ଦେଶରେ ଅସଲ କ୍ଷମତା ଯେ ଲୋକଙ୍କ ହାତରେ ରହିଛି ସେମାନେ ଭାରତବର୍ଷରେ ଲୋକମାନଙ୍କୁ ସେହି ଶକ୍ତିମୟ ସତ୍ୟ ବିଶ୍ୱାସରେ ହିଁ ମଣ କରିଆଣିବେ। ଗୋଟିଏ କଥାରେ କହିଲେ, ଲୋକସେବକମାନେ ଲୋକମାନଙ୍କର ରାଜନୀତିକ ଶିକ୍ଷାର ଦାୟିତ୍ୱ ଗ୍ରହଣ କରିବେ। ଲୋକସେବକ ସ୍ଵୟଂ କ୍ଷମତାରେ ବା ଶାସନରେ ରହିବ ନାହିଁ, ଅଥଚ କ୍ଷମତା ଏବଂ ଶାସନ ଯେପରି ଦେଶର ପରବର୍ତ୍ତୀ କାର୍ଯ୍ୟସୂଚୀରେ ରହିଥିବା ଆବଶ୍ୟକ ପରିବର୍ତ୍ତନଗୁଡ଼ିକୁ ସମ୍ଭବ କରିବାରେ ସାଧୁତାର ସହିତ ନିଜକୁ ନିୟୋଜିତ କରି ରଖିବେ, ସେଥିଲାଗି ଆବଶ୍ୟକ ସଚେତନତା ଗୁଡ଼ିକୁ ଲୋକମାନଙ୍କର ପକ୍ଷରେ ସଚଳ କରି ରଖିବା ପାଇଁ କାର୍ଯ୍ୟ କରିବ, ପୃଥିବୀର ରାଜନୀତିକ ଇତିହାସରେ ଏହାକୁ ପ୍ରକୃତରେ ଏକ ଅଭିନବ ପୁରୋଦୃଷ୍ଟିମୂଳକ କାର୍ଯ୍ୟକ୍ରମ ବୋଲି କୁହାଯାଇ ପାରିବ। ନିର୍ବାଚନ ସମୟରେ ମଧ୍ୟ ଲୋକସେବକମାନେ ଲୋକଶିକ୍ଷକ ତଥା ସହାୟକାରୀ ବିବେକ ରୂପେ କାର୍ଯ୍ୟ କରିବେ। କୋଉ ଦଳ ବା କୋଉ ପ୍ରାର୍ଥୀ କଣ ସବୁ ପ୍ରତିଶ୍ରୁତି ସହିତ କା କାହିଁକି ନିର୍ବାଚନ ଲଢ଼ୁଛନ୍ତି, ଲୋକସେବକ ସେକଥା ଲୋକମାନଙ୍କୁ ବୁଝାଇ ଦେଉଥିବେ, ଯେପରିକି ସେମାନେ ଆଦୌ କୌଣସି ଭୁରୁଡୁ ଭିତରେ ଭରମି ଯିବେନାହିଁ। ନିର୍ବାଚନରେ ପଶିଥିବା ବିଭିନ୍ନ ପ୍ରାର୍ଥୀ ଦଳର କେଉଁସବୁ ରାଷ୍ଟ୍ରୀୟ ଅଥବା ଶାସନଗତ ଆଭିମୁଖ୍ୟମାନ ରହିଛି, ଲୋକଶିକ୍ଷକ ରୂପେ ଲୋକସେବକମାନେ ତାହା ସାଧାରଣ ଜନସମୂହକୁ ବୁଝାଇ ଦେଇପାରୁଥିବେ। ମହାତ୍ମା ଗାନ୍ଧୀ ଯଦି ତଥାପି ସଶରୀର ଆଉ କେତେବର୍ଷ ର ଏଠି ରହିଥାନ୍ତେ, ତେବେ କେତେକ ବ୍ୟକ୍ତି ଏହି ପ୍ରସ୍ତାବଟିକୁ ଏକ ମୂର୍ତ୍ତି ରୂପେ ଦେଇ ଗାନ୍ଧିଜୀଙ୍କ କେନ୍ଦ୍ର କରି ହୁଏତ ଅବଶ୍ୟ ଆସି ଠୁଳ ହୋଇଥାନ୍ତେ ଏବଂ ସ୍ୱାଧୀନ ଭାରତବର୍ଷରେ ଲୋକତନ୍ତ୍ରର ଏକ ଅନ୍ୟପ୍ରକାର ମୂଳଦୁଆ ପଡ଼ିପାରିଥାନ୍ତା। ମାତ୍ର ତାହା ହେବାର ନଥିଲା। ମହାତ୍ମାଙ୍କୁ ଭାରତବର୍ଷରୁ ଅପସରାଇ ଦିଆଗଲା। ଜାତୀୟ କଂଗ୍ରେସ ଭାଙ୍ଗିଲା ନାହିଁ। କ୍ଷମତା ଓ ଶାସନର ଘରମାନଙ୍କରେ ଲୋକବିଶ୍ୱାସର ପୂର୍ଣ୍ଣ ଫାଇଦା ଉଠାଇଲା। ଯେଉଁ ସଂଗଠନଟି ସଂଗ୍ରାମର ନେତୃତ୍ଵ ଦେଇ ଦେଶକୁ ସ୍ୱାଧୀନ କରିଛି,